ଏ ରାସ୍ତା ଉପରେ ଗୋଟିଏ ବିନ୍ଦୁ ଭଳି ଦେଖାଯାଉଚି ବସ୍ଟା। ଗୋଟାଏ ପତଙ୍ଗ ଭଳି ଛୁଟିଆସୁଛି ସଁ ସଁ କରି। ନିବିଡ଼ ବିସ୍ମୟରେ ଚଳେମାନ ବିନ୍ଦୁଟାକୁ ଚାହିଁ ରହିଲା ସେ ସେଙ୍ଗାଇ। ଲୁଚି ଯାଉଚି, ପୁଣି ଫୁଟି ବାହାରି ଆସୁଚି। ବସ୍ ଆସିଲା, ବସିଲେ ଦୁହେଁ। କ୍ରମାଗତ ବାଙ୍କ ଘୁରୁଚି ବସ୍। ବାଁ ପଟେ ପଥର କଟା ପାଚିରୀ ଉଠିଚି ଦୂରତମ ଆକାଶକୁ। ପାହାଡ଼ ଦେହରେ ନିବିଡ଼ ଅରଣ୍ୟ, ଗଭୀର ଉପତ୍ୟକା। ସେଙ୍ଗାଇର ବଡ଼ ଡ଼ର, ଖାତରେ ଯଦି ଖସିପଡ଼େ ବସ୍ତା। ସାରୁୟେମାରୁ କହେ ବଡ଼ ବୋକାଟା ତୁ। ବସ କେବେବି ଖସେନା, ଇମିତି ଚାଲିଚି ପ୍ରତିଦିନ। ହଠାତ୍ ଗୁଡ଼ାଏ ବାନ୍ତି କରି ପକାଇଲା ସେଙ୍ଗାଇ। ଦିପହରର ସୁନେଲା ରଙ୍ଗ ବିଛେଇ ହୋଇ ପଡ଼ିଛି ଚଉଦିଗରେ। ବସ୍ ଚାଲିଚି। ବଙ୍କା ବଙ୍କା ରାସ୍ତା। ଉଚ୍ଚନୀଚ, ପଡ଼ା ଉଠା। ଦୁଇ ପାଖରେ ଧାଡ଼ି ଧାଡ଼ି ପାଇନଗଛ। ସାଙ୍ଗଇ କହିଉଠିଲା କେସୁଂ ଗୁଡ଼ାକ କି ସୁନ୍ଦର। ଏଇ କ'ଣ ତୋର କୁଲ୍ କୁଲୁରୀ ବସ୍ତି ହୋଇଚି କିରେ! ଇଏ ହେଲା ସହର କୋହିମା। ବସରୁ ଓହ୍ଲେଇ କୋହିମା ପଥରେ ନଇଁ ଆସିଲା ସେଙ୍ଗାଇ। ବସ ଭିତରେ ବାନ୍ତି କରି କରି କଏଲ୍ ହୋଇପଡ଼ିଛି ସେ। ଉଜ୍ଜ୍ୱଳ ମୁହଁଟା ତାର ଶୁଖିଯାଇଛି କିନ୍ତୁ ସମତଳରୁ ଅନେକ ଉଚ୍ଚରେ ଆକାଶଶ୍ଚମ୍ବୀ ଶୈଳନଗରୀକୁ ଦେଖି ଆଚମ୍ବିତ ହୋଇଉଠିଥିଲା ସେ। ଚାଲିଚି ଆଗକୁ ଆଗକୁ। ସାମନାରେ ଦେଖିଲା ଅପରୂପ ଏକ ସଦୃଶ ଘର। ଚାରିପାଖରେ ନାନା ରଙ୍ଗର ଫୁଲ। ଇନ୍ଦ୍ରଧନୁର ମାୟା। ଆଗରେ ନିରଳସ ଭାବରେ ସୁସଜ୍ଜିତ ତୃଣପ୍ରାନ୍ତର। ସବୁଜ ରେଶମ ସୂତା ଭଳି ଗୁଡ଼ାଏ ଘାସ। ଆସି କହିଲା ଆରେ ସାରୁଆମାରୁ! ତୁ ଆସିଚୁ? ବେଶ ଭଲ କରିଚୁ। ଆ ଆ। ମଣିଷଟା ଏକ୍ବାରେ ଆସି ସାମନାରେ ଠିଆହେଲା। ହୁଇସପସଟି ପାହାଡ଼ର ଏକରକମ ଧଳା ପକ୍ଷୀର ଡ଼େଣା ଭଳି ସଫେତ ରଙ୍ଗ ତାର ଚମଡ଼ା। ଏକବାର ତାଜୁବ ବନିଗଲା ସେଙ୍ଗାଇ। ସାରୁୟେମାରୁ କହିଲା ଗୁଡ଼ନାଇଟ୍ ଫାଦର। ହାଁ ହାଁ କରି ହସିଉଠିଲେ ପାଦ୍ରୀ ସାହେବ କିରେ ଏବେ ନାଇଟ! ସନ୍ଧ୍ୟା ହେବାକୁ ତ ବହୁତ ଡେରି ! ଅପ ଅପ୍ରସ୍ତୁତ ହୋଇପଡ଼ିଲା ସାରୁୟେମାରୁ। ଯେଉଁ ଇଂରେଜୀ ଶବ୍ଦ ଦୁଇଟି ବହୁଦିନୁ ସଞ୍ଚୟ କରିରଖିଥିଲା ସେ, ଯେଉଁଥିଲାଗି ତାର ଗର୍ବ ଥିଲା ବହୁଦିନ ଧରି, ଶେଷରେ ସେ ଶବ୍ଦ ଦୁଇଟା ଯେ ତାକୁ ବିଶ୍ୱାସଘାତକତା କରିବେ ଜାଣି ନଥିଲା ସେ। ଇଏ କିଏ ସାରୁୟାମାରୁ! ପଚାରିଲା ଫାଦର। ଆମ ବସ୍ତି ସର୍ଦ୍ଦାରର ପୁଅ। ଭାରି ବୁଦ୍ଧିଆ, ଭାରି କର୍ମଠ। ପାଠ ପଢ଼ିବ, ସଭ୍ୟ ହେବ ସେ। କିଛିକ୍ଷଣ ପରେ ପାଦ୍ରୀ ସାହେବ ଘରକୁ ଯାଇ ଆସିଲେ। ସାଙ୍ଗରେ ଚାକର। ହାତରେ ଗୁଡ଼ାଏ ସଫାସୁତୁରା ଲୁଗା। ବେଞ୍ଚ ଉପରେ ବସି ପଡ଼ିଥିଲା ସେଙ୍ଗାଇ। ବଡ଼ କ୍ଳାନ୍ତ ବୋଧ ହେଉଥିଲା ତାକୁ। ବେଞ୍ଚରେ ବସିବା ପାଇଁ ଇଚ୍ଛା ନ ଥିଲା ତାର। ଅଭ୍ୟାସ ବି ନ ଥିଲା। ସାରୁୟେମାରୁଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ ବସିଚି। ପାହାଡ଼ୀ ମଣିଷ ସେଙ୍ଗାଇର ଚେତନାରେ ଏହି ମୁହୂର୍ତ୍ତରେ ଏହି ପାଦ୍ରୀ ସାହେବ ଯେମିତି ତାର ବଡ଼ ଅବିଶ୍ୱାସ୍ୟ ମନେ ହେଲା। ପାଦ୍ରୀ ସାହେବ କୋଳେଇ କହିଲେ ନେ ସାଙ୍ଗାଇ, ଲାଜ କାହିଁକି? ଆଖି ଆଡ଼େଇ ଚାହିଁଲା ସାଙ୍ଗାଇ ସାରୁୟାକୁ। ସାରୁୟାକୁ କି ପ୍ରେରଣାଦେଲା କେଜାଣି, କୁଣ୍ଠିତ ମନରେ ହାତ ବଢ଼ାଇ ଦେଲା ସେ। ହାତରେ ଗୁଡ଼ାଏ ଖାଇବା ଜିନିଷ, ଲୁଗାପଟା। ଟେସଙ୍ଗର ଛାଲ ଆଣିବି, ମେନଜ୍ ହାତୀର ଦାନ୍ତ ଆଣିବି, ମି ଆଣିବି କିଛି ହେଲେ ଆଣିବାକୁ ଦେଲାନି ଏ ସାରୁୟେମାରୁ। ବଦଳ ବା କ'ଣ ଦେବି ? ''କିଛି ହେଲେ ଦେବାକୁ ପଡ଼ିବିନି ମତେ'' ପାଦ୍ରୀ ସାହେବଙ୍କ କଣ୍ଠରେ ବାତ୍ସଲ୍ୟସ୍ୱର। ମୁହଁ ଉପରେ ଅପୂର୍ବ ହସ ବିଛାଡ଼ି ହୋଇଗଲା ପାଦ୍ରୀ ସାହେବଙ୍କର। ମୁଁ ତତେ ଏସବୁ ଖୁସିରେ ଦେଉଚି, ତୁ ଖାଲି ଥରେ ଫାଦର ଡାକିଲେ ହେଲା। ପାଦ୍ରୀ ସାହେବଙ୍କ ସାରା ଦେହ ଉପରେ ଏପର୍ଯ୍ୟନ୍ତ ଉଛୁଳି ଉଠୁଥିଲା ହସର ଆଲୋକ। ଅଙ୍ଗପ୍ରତ୍ୟଙ୍ଗ ଭଳି ହସଟା ଯେମିତି ଜନ୍ମ ନେଇଚି ଏକା ସାଙ୍ଗରେ। ପୁଣି କହିଉଠଲେ, ''ମୁଁ ତମ ବସ୍ତିକି ଥରେ ଯିବି, ସର୍ଦ୍ଦାରକୁ କହିଚୁ ତ ସାରୁୟା!'' ହଁ କହିଚି, କିନ୍ତୁ ସର୍ଦ୍ଦାର ତ ରାଜି ହେଉନି। ଟଙ୍କା ଦେବି ଅନେକ। କହିଥିଲି। ତେବେ ବି ସେ ରାଜି ନୁହେଁ।